ରଞ୍ଜନ ତାର ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଇଚି ଯେ ରାୟସାହେବ ଯଦି ବିନା ବାଧାରେ ତାଙ୍କର ଶୟନ କକ୍ଷରେ ସଞ୍ଚିତ ଥିବା ସମସ୍ତ ସମ୍ପତ୍ତି ସେମାନଙ୍କ ହାତରେ ଟେକି ନ ଦିଅନ୍ତି ତେବେ ସେମାନେ ରାୟସାହେବଙ୍କୁ ନିର୍ବିଚାରରେ ହତ୍ୟାକରି କାର୍ଯ୍ୟୋଦ୍ଧାର କରିନେବେ। ବିଜୟା ମଧ୍ୟ ବଂଶହତ୍ୟାର ପ୍ରତିଶୋଧ ଗ୍ରହଣ କରିବା ଦିଗରେ ରାୟସାହେବଙ୍କ ଘରେ ଘଟିବାକୁ ଯାଉଥିବା ଏଇ ଡକାୟତିର ସୁଯୋଗ ଗ୍ରହଣ କରିବାକୁ ଚାହୁଁ ଥିଲା। ଏପରି ସୁଯୋଗ ଛାଡ଼ିଦେଲ ସେ ହୁଏତ ଧୂର୍ତ୍ତ ରଞ୍ଜନକୁ ନିଜ ଆୟତ୍ତ ଭିତରେ ପାଇବ ନାହିଁ ଆଉ କୌଣସି ଦିନ। କିନ୍ତୁ ନିଜର କାର୍ଯ୍ୟୋଦ୍ଧାର ପନ୍ଥା ସୁଯୋଗ କରିବାକୁ ସେ କଦାପି ଚାହୁଁ ନ ଥିଲା ରାୟ ସାହେବଙ୍କର ଧନ-ଜୀବନ ବିପନ୍ନ ହେଉ ବୋଲି। ସେ କଳ୍ପନା ମଧ୍ୟ କରି ପାରୁ ନ ଥିଲା ସଦା ହାସ୍ୟମୟୀ ସରଳା ସୁହାସିନୀକୁ ନିଜ ଭଳି ସମ-ଦଶାପନ୍ନ ଅବସ୍ଥାରେ ଦେଖିବାକୁ! ବରଂ ବର୍ତ୍ତମାନ ରାୟ ସାହେବ ପରିବାରଟିକୁ ଘନାୟମାନ ବିପଦ ମୁଖରୁ ବଂଚାଇବା ଯେ ତାର ସର୍ବପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ, ଏକଥା ସେ ଭଲ ରୂପେ ବୁଝୁଥିଲା। କି ଉପାୟରେ ସେ ନିଜର ପ୍ରତିଶୋଧ ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାୟ ସାହେବଙ୍କୁ ମଧ୍ୟ ଆଶୁ ବିପଦ ମୁଖରୁ ରକ୍ଷା କରିବ, ଏ କଥା ଭାବି ଭାବି କିଛି ଠିକ୍ କରି ପାରୁ ନ ଥିଲା ସେ। ଅଥଚ ମଝିରେ ମାତ୍ର ଆଉ ଗୋଟିଏ ଦିନ ରହିଲା ସୁହାସିନୀର ଜନ୍ମ ତିଥି। ନାନା ପ୍ରକାର ଗୁରୁତର ଚିନ୍ତାରେ ଲୁପ୍ତଥାଇ ସଞ୍ଜୟ ଓ ଉମାଶଙ୍କର କୋଣାର୍କରୁ ଫେରି ଆସିଥିଲେ ମଧ୍ୟ ସେମାନଙ୍କ ସହିତ ଦେଖା କରି ଭଦ୍ରତା ଖାତିରିରେ ମାମୁଲି କେତେ ପଦ କୁଶଳ ପ୍ରଶ୍ନ କରିବା ଛଡ଼ା ସେମାନଙ୍କ ସହିତ କିଛି ସମୟ କଟାଇବାକୁ ବା ତାଙ୍କର କୌଣସି ଆଲୋଚନାରେ ଭାଗ ନେବାକୁ ସେ ଇଚ୍ଛାକରୁ ନ ଥିଲା। ଅସୁସ୍ଥତାର ଛଳକରି ସେମାନଙ୍କ ଠାରୁ ଦୂରରେ ରହିଲା ସେ ଓ ମଧ୍ୟାହ୍ନଭୋଜନ ପରେ ବିଛଣାରେ ପଡ଼ି ନାନା ବିଷୟ ଚିନ୍ତା କରୁ କରୁ ଶୋଇ ପଡ଼ିଲା। ଗତ ରାତ୍ରର ଉତ୍କଣ୍ଠା ଜନିତ ଅନିଦ୍ରା ହେତୁ ଅପରାହ୍ନ ଚାରିଟା ପୂର୍ବରୁ ନିଦ ଭାଙ୍ଗଲା ନାହିଁ ତା'ର। ଚାରିଟାପରେ……। ନିଦରୁ ଉଠି ମୁହଁ ହାତ ଧୋଇ ଚା' ଖାଇନେଲା ବିଜୟା। ତା'ପରେ ଲୁଗାପଟା ପିନ୍ଧି ବାହାରିଲା ସମୁଦ୍ରକୂଳ ଆଡ଼ୁ ବେଢ଼ାଏ ବୁଲି ଆସି ଭାରାକାନ୍ତ ମନଟାକୁ ଥଣ୍ତାକରି ନେବାକୁ। କାହାକୁ କିଛି ନ କହି ଚାଲିଗଲା ସେ। ସମୁଦ୍ର କୂଳରେ ଅପେକ୍ଷାକୃତ ଜନ ବିରଳ ଗୋଟିଏ ସ୍ଥାନରେ ଯାଇ ବସି ରହିଲା ବିଜୟା। ଭୀମକାୟ ଲହରୀମାଳାର ଗୁରୁଗମ୍ଭୀର ଗର୍ଜନ ଶୁଣୁ ଶୁଣୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲା ସେ ଦିଗନ୍ତ ବ୍ୟାପି ମହା ସମୁଦ୍ର ଆଡ଼କୁ। ଅନେକ ସମୟ ସେଇମିତି ବସିରହି ଚିନ୍ତା କରିବା ପରେ ମୁଖମଣ୍ତଳ ତା'ର ଉଜ୍ଜ୍ୱଳ ହୋଇ ଉଠିଲା—ମେଘମୁକ୍ତ ଚନ୍ଦ୍ରଭଳି। ସ୍ଵସ୍ତିର ନିଶ୍ଵାସ ମାରି ବେଳାଭୂମି ଛାଡ଼ି ଉଠିଲା ସେ। ଆଜି ପୁରୀର ଅନ୍ୟତମ ପ୍ରତିପତ୍ତଶାଳୀ ରାୟସାହେବ ସଦାନନ୍ଦ ମହାପାତ୍ରଙ୍କର ଏକମାତ୍ର ଆଦରଣୀ କନ୍ୟା ଶ୍ରୀମତୀ ସୁହାସିନୀର ଆଷ୍ମାଦଶ ଜନ୍ମ ତିଥି। ରାୟ ସାହେବଙ୍କର ସ୍ଵର୍ଗଦ୍ଵାରସ୍ଥ ବିରାଟ ଦ୍ଵିତଲ ବାସଭବନର ପ୍ରତିଟି ଧୂଳିକଣା ପର୍ଯ୍ୟନ୍ତ କର୍ମ ତତ୍ପର। ହୋଇ ଉଠିଛନ୍ତି। ରାତି ପାହିବା ସଙ୍ଗେ ସଙ୍ଗେ ଆନନ୍ଦ କୋଳାହଳରେ ମୁଖରୀତ ହୋଇ ଉଠିଚି ସାରା ବାସଭବନ। ବୈଠକ ଖାନାରେ ରେଡ଼ିଓଟାରେ ବାଜୁଚି ଦିଲ୍ଲୀ ବେତାର କେନ୍ଦ୍ରରୁ ପ୍ରଚାରିତ ସକାଳର ସଂଗୀତ। ରାତି